ସେ କେବଳ ସରିତାକୁ ହିଂସା କରିପାରିବେ ଯେହେତୁ ସେ ସରିତାଠାରୁ ଯଥେଷ୍ଟ ଅସୁନ୍ଦରୀ। ମୁଁ ସରିତାକୁ କେବେ କେବେ ସାନ୍ତ୍ୱାନା ଦେବାକୁ ଚେଷ୍ଟାକରେ। ସେ କିଛି ବୁଝେନାହିଁ। ସେ କେବଳ କହେ ତୁମେ ପୁରୁଷ, ନାରୀର ହୃଦୟ ତୁମେ ବୁଝିବାକୁ ଅକ୍ଷମ। ସରିତା ମୋର ପୌରୁଷକୁ ଧିକ୍କାର କରେ ଯେହେତୁ ସେ ତା'ର ନାରୀତ୍ୱର ମର୍ଯ୍ୟାଦା ଅଦ୍ୟାବଧି କୌଣସି ପୁରୁଷ ପାଖରୁ ପାଇନାହିଁ। ସେ ପୁରୁଷକୁ ଦେଖିଲାମାତ୍ରେ ନିଶ୍ଚୟ ଘୃଣା କରୁଥିବ। ମୁଁ ହୁଏତ ସେଥିରୁ ବାଦ୍ ମଧ୍ୟ ପଡ଼ୁନଥିବି। ଆମେ ଦୁହେଁ ଅନେକ ସମୟ ଧରି ଜୀବନକୁ ବିଶ୍ଳେଷଣ କରୁଁ। ମୁଁ କହିଯାଏ ସେ କେବଳ ଶୁଣେ ଓ ମଝିରେ ମଝିରେ ସେ କେବଳ ଦୀର୍ଘଶ୍ୱାସ ପକାଏ। ତାକୁ ମୁଁ ଅନେକ ସମୟରେ କହେ, ''ମୋ କଥାରେ ଯଦି ତୁମେ ଦୁଃଖ ପାଇଥାଅ ମୋତେ ତୁମେ କ୍ଷମା କରିବ। '' ତା'ର ପଣ୍ଡୁର ମୁହଁରେ ହସର ରେଖା ଫୁଟେ। ସେ ବିଚଳିତ ହୋଇ କହେ, ''ଆପଣଙ୍କ କଥା ଶୁଣିବାକୁ ମୋତେ ଭାରି ଭଲଲାଗେ। ସତରେ ଆପଣ କେଡ଼େ ଉଦାର। '' ''ଥାଉ, ଅଯଥା ପ୍ରଶସ୍ତିଗାଇ ସମୟ ବୃଥାରେ ଆଉ ନଷ୍ଟ କରନାହିଁ। ଦୟାକରି କପେ ଚା'ର ଯଦି ଆୟୋଜନ କରନ୍ତି ଭାରି ଭଲ ହୁଅନ୍ତା। '' ସରିତା ଚା' ତିଆରି କରିବାକୁ ଚାଲିଗଲା। ସାମାନ୍ୟ କେତେ ମିନିଟ୍ ପାଇଁ। ମୋତେ ଜଣାଗଲା ତାହା ଯେପରି ଗୋଟାଏ ଯୁଗ। ସରିତା ଚା' ନେଇ ଫେରିଆସିଲା। ସେ ମୋ ହାତକୁ ଚା' ବଢ଼ାଇଦେଲା ବେଳେ ମୋର ଅଙ୍ଗୁଳି ସ୍ପର୍ଶ ସେ ତା' ଦେହରେ ଅନୁଭବ କଲା। ତା ମୁହଁରେ ହଠାତ୍ ଭାବନାର ଛାୟା ଖେଳିଗଲା। ପଚାରିଲି, ''କ'ଣ ଭାବୁଛ? '' ''ଯାହାର ଭାଷା ଏତେ ମଧୁର ତାହାର ସ୍ପର୍ଶ। '' 'ଓଃ, ତୁମେ ମଧ୍ୟ ଥଟ୍ଟା କରି ଜାଣ। ' ସରିତାର ଆଖି-କୋଣରେ ଲୁହ ଢଳ ଢଳ କଲା। ମୁଁ ନ ଦେଖିଲା ଭଳି ମୁହଁ ବୁଲାଇ ପଚାରିଲି, ''ଗାଁ କୁ କେବେ ଯାଉଛ? '' ଗାଁ କଥା ଶୁଣି ସରିତା ଚମକିପଡ଼ିଲା। କହିଲି, ''ହଁ, ଯେଉଁଠାରେ ତୁମ୍ଭର ପତିଦେବତା ସ୍ୱୟଂ ଦାରୁବ୍ରହ୍ମ ରୂପରେ ବିଦ୍ୟମାନ। '' ସରିତା ଭୟରେ ଥରିଉଠିଲା। ପଚାରିଲା, ''ଆପଣ କାହିଁକି ଏ କଥା କହୁଛନ୍ତି? ମୋର ସ୍ୱାମୀକୁ ଥଟ୍ଟା କରିବାର ଅଧିକାର ଆପଣଙ୍କୁ କିଏ ଦେଲା? ସେ ଯେ ମୋର ସ୍ୱାମୀ। ସେ ଅମଣିଷ ହୁଅନ୍ତୁ ଅଥବା ଆଉ ଯାହା କିଛି ହୁଅନ୍ତୁ ତଥାପି। '' କହିଲି, ''ଜାଣେ, ପ୍ରତ୍ୟେକ ସ୍ତ୍ରୀ ସ୍ୱାମୀକୁ ଭକ୍ତି କରନ୍ତି ବୋଲି କହନ୍ତି। ଅନ୍ୟ ପୁରୁଷ ପାଖରେ ସ୍ୱାମୀର ପ୍ରଶଂସା ସେମାନେ ଶତଜିହ୍ୱାରେ ବଖାଣିବାକୁ ଭାରି ଆଗ୍ରହ ପ୍ରକାଶ କରନ୍ତି। ଏହି ପ୍ରକାର ଛଳନା ଆମ ଧର୍ମରେ ଅସ୍ଥିମଜ୍ଜାଗତ ହୋଇଗଲାଣି। ଏଣୁ ଆମ ଦେଶର ନାରୀ ନିଜର ସତୀତ୍ୱକୁ ଖଣ୍ଡାଦାଢ଼ରେ ପରୀକ୍ଷା ନ କରି ଆତ୍ମାର ତୃପ୍ତି ପାଇଁ ଅମ୍ଳାନ ବଦନରେ ଗାଇଯାଏ ଅହଲ୍ୟା ପ୍ରଭୃତି ପଞ୍ଚସତୀଙ୍କର ପ୍ରଶସ୍ତି। '' ମୁଁ ଖୁବ୍ ଉତ୍ତେଜିତ ସେତେବେଳକୁ ହୋଇପଡ଼ିଥିଲି। ସରିତା କେବଳ ହତବମ୍ବ ହୋଇ ମୋର ହିଂସ୍ର ଅଖି ଦୁଇଟାକୁ ଅନାଇ ରହିଥିଲା। 'ହଉ ମୁଁ ଆସେ' କହି ବାହାରକୁ ଯିବାର ଉପକ୍ରମ କଲି। ସରିତା ମୋତେ ବସିବାକୁ ପୁଣି ଅନୁରୋଧ କଲା। କାହାରି ମୁହଁରେ ଭାଷା ନ ଥିଲା। କିଛି ସମୟ ପରେ ସରିତା ନିସ୍ତବ୍ଧତା ଭଙ୍ଗକରି କହିଲା, ''ଆପଣ ମୋତେ ଘୃଣା କରୁଛନ୍ତି? '' ''ପୁଣି ଏ ପ୍ରଶ୍ନ କାହିଁକି ସରିତା? '' ମୋର ସ୍ୱାମୀ ମୋତେ ଭଲପାଆନ୍ତି ନାହିଁ। ଏହା ଜାଣି ମୋତେ ଯଦି ଆପଣ ଘୃଣା କରନ୍ତି? ''ତୁମେ କ'ଣ କହୁଛ ସରିତା? '' ସରିତାର କଣ୍ଠର ସ୍ୱର କୋମଳ ହୋଇଆସିଲା। ସେ କହିଲା, ''ହୁଏତ ଆପଣ ଭାବିପାରନ୍ତି, ଯେ ନିଜର ମଣିଷକୁ ଆଦର କରି ଜାଣେନାହିଁ, ସେ ପୁଣି ଅନ୍ୟକୁ ଯଦି ଆଦର କରେ, ତାହା ତା'ର ସୁସ୍ଥମନର ପରିଚାୟକ ନୁହେଁ। ତାହା କେବଳ ତା'ର ଛଳନା। '' କହିଲି, ''ତୁମେ ମୋତେ ଭଲପାଇବ, ଏହା ମୁଁ ବା କାହିଁକି ଆଶା କରିବି? ତୁମେ ମୋର କିଏ କି? ଆଉ ମୋ ସଙ୍ଗରେ ତୁମର ପୁଣି ସମ୍ପର୍କ କ'ଣ? '' ''ଆପଣ ମୋର କେହି ନୁହନ୍ତି? '' ''ବିବାହିତ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ସ୍ତ୍ରୀର କେବେ ଆପଣାର ହୋଇନପାରେ। ମୁଁ ତୁମର ପର, ସାତପର।